ତେଣୁ ମୋ କଥାରେ ତୁମେ କେବଳ ସମ୍ମତି ଜଣାଇବ। ପ୍ରକୃତରେ ତାଙ୍କରି କଥା ଠିକ୍ ହେଲା। କାରଣ ସେ ରମେଶ ବାବୁଙ୍କର ଛଦ୍ମବେଶରେ ଯାଇଥିଲେ। ତାଙ୍କ ସହ ମୋତେ ଦେଖି ତଦନ୍ତକାରୀ ଅଫିସର ଆଶ୍ଚର୍ଯ୍ୟରେ ମୋତେ ଅନାଇ ରହିବାରୁ ତୁଷାରକାନ୍ତି କହିଲେ ବହୁତ କଷ୍ଟରେ ମୁଁ ରୀତା ଦେବୀଙ୍କୁ ଉଦ୍ଧାର କରି ଆଣିଲି ସାର୍। ଏହି କଥା ଶୁଣିବା ମାତ୍ରେ ତଦନ୍ତକାରୀ ଅଫିସରଙ୍କର ମୁଖଭଙ୍ଗୀରେ ହତାଶଭାବ ଫୁଟିଉଠିଲା। ସେ କହିଲେ ତୁମେ ନିହାତି ମୂର୍ଖାମିର ପରିଚୟ ଦେଇଛ ରମେଶ। ତୁମେ କ’ଣ ଜାଣିନାହଁ ଆଜି ସେହି ଦଳକୁ ଧରିବା ପାଇଁ ଦସ୍ୟୁ ଅଜୟ କେମିତି ତତ୍ପର ହୋଇପଡ଼ିଛି? ଏବେ ସେ ବାହାରେ ରହିଛି। ଯେତେବେଳେ ସେ ତା’ର ଆଡ଼୍ଡାକୁ ଫେରିଯାଇ ରୀତାକୁ ନ ପାଇବ ସେତେବେଳେ ମାନେ? ଦସ୍ୟୁ ଅଜୟ ସେହି ଦଳର ଅନେକ ଲୋକଙ୍କୁ ହାତକରି ନେଇଛି। କିନ୍ତୁ ମୁଁ ଶୁଣୁଥିଲି ସେହି ଦଳର ଅଭେଦ୍ୟ ଦୁର୍ଗ ଭିତରେ ଏଭଳି ବୈଜ୍ଞାନିକ ଯନ୍ତ୍ରପାତି ଖଞ୍ଜାଯାଇଛି ଯେ ଆମର ଯେତେ ପୋଲିସ ଫୋର୍ସ ସେମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ପାରିବେ ନାହିଁ। ତୁଷାରକାନ୍ତି କହିଲେ। ତାଙ୍କ ଉତ୍ତର ଶୁଣି ବେପରୁଆ ଭାବରେ ହସିଉଠି ଅଫିସର ଜଣକ କହିଲେ ତୁମେ ନିହାତି ମୂର୍ଖ ଉମେଶ୍! ପୋଲିସ ବିଭାଗରେ ତୁମର ଅତି ଚତୁର ତଥା ବିଶ୍ୱସ୍ତ ଭାବର ଯେଉଁ ରେକର୍ଡ ରହିଛି ମୋ ଧାରଣାରେ ତୁମେ ସେଥିପାଇଁ ଉପଯୁକ୍ତ ନୁହଁ। ତା’ ପରେ ନିମ୍ନ ସ୍ୱରରେ କହିଲେ ସେହି ଦଳରୁ ଜଣେ ଲୋକ ଯେ ଦସ୍ୟୁ ଅଜୟ ଏହା ଆମେ ନିର୍ଭୁଲ୍ ଭାବରେ ଜାଣିନେଇଛୁ। ଆଉ ସେଠାକାର କଣ୍ଟ୍ରୋଲ୍ ରୁମ୍‌ରେ ତାହାରି ବିଶ୍ୱସ୍ତ କେତେ ଜଣ ଲୋକ ଆଜି ରହୁଛନ୍ତି। ଲୀଳା! ଉଭୟ ଦଳପତି ତଥା ଲୁସି ଚମକିଉଠିଲେ। ମୋ କଥା ଶେଷ ହେବାକୁ ଦିଅନ୍ତୁ ବସ୍। ତା’ ପରେ ଆପଣ ଚିନ୍ତା କରି ଯାହା ଉଚିତ୍ ମନେ କରିବେ କହିପାରନ୍ତି। ଏତକ କହି ଲୀଳା ପୁଣି କହିଲା ସେହି ଅଫିସର ଜଣକ କହିଲେ ସେଥିପାଇଁ ବାହାରୁ ଯଥେଷ୍ଟ ଫୋର୍ସ ଆସୁଛନ୍ତି। ସନ୍ଧ୍ୟା ସାତଟା ପରେ ସେମାନେ ତାହାରି ନିର୍ଦ୍ଦେଶ ମତେ କାମ କରିବେ। ଆଉ ଏ ଭିତରେ ସେ ଯଦି ଜାଣେ ରୀତା ଅପହୃତ ହୋଇଛି ତାହାର ଧାରଣା ହେବ ଦସ୍ୟୁଦଳ ତା’ର ଚକ୍ରାନ୍ତ ଜାଣିପାରିଛନ୍ତି ଆଉ ସେଥିପାଇଁ ସେ ସତର୍କ ହୋଇଯିବେ। ଏହି ଧାରଣା କରି ସେ ଯଦି ଏ ସହରରୁ ପଳାୟନ କରେ ତା’ ହେଲେ ଏତେ ବଡ଼ ଗୋଟାଏ ସୁଯୋଗ ଆମେ ନିଶ୍ଚୟ ହରାଇ ବସିବା। ତା’ ପରେ ମୋ ଆଡ଼େ ଲକ୍ଷ୍ୟ କରି କହିଲେ ମୋ କଥା ପାଇଁ କ୍ଷମା ଦେବେ ରୀତା ଦେବୀ। ଦୀର୍ଘଦିନ ଧରି ଆପଣ ଯେତେବେଳେ ସେଠାରେ ରହିଆସିଛନ୍ତି ତା’ ହେଲେ ଆଉ କେଇ ଘଣ୍ଟା ପାଇଁ ସେହିଠାକୁ ଆପଣ ଫେରିଯାଆନ୍ତୁ। ମାନେ ସନ୍ଧ୍ୟା ପାଞ୍ଚଟା ପୂର୍ବରୁ। ତାଙ୍କ କଥାରେ ତୁଷାରକାନ୍ତି କ’ଣ ଭାବିଲେ କେଜାଣେ ସାଙ୍ଗେ ସାଙ୍ଗେ କହିଉଠିଲେ କିନ୍ତୁ ଏବେ ସେଠାକୁ କିଭଳି ଭାବରେ ଯାଇପାରିବେ ସାର୍ ମାନେ? ରୀତା ଦେବୀ ସେଠାରେ ଏତେ ଦିନ ରହିଥିଲେ ମଧ୍ୟ ସ୍ଥାନଟା ଠିକ୍ ରୂପେ ଜାଣିପାରୁନାହାଁନ୍ତି। କାରଣ କୌଣସି ସୁଯୋଗ ନେଇ ସେ ଥରେ ଯେତେବେଳେ ବାହାରି ଆସିଛନ୍ତି ସେତେବେଳେ ଜୀବନମୂର୍ଚ୍ଛା ନିଜକୁ ବଞ୍ଚାଇବା ପାଇଁ ଦୌଡ଼ି ଦୌଡ଼ି ଆସିଛନ୍ତି। ଓଃ ତା’ ହେଲେ ରାସ୍ତାରୁ ତୁମେ ତାଙ୍କୁ ନେଇ ସିଧା ଏଠାକୁ ଆସିଛ? ତା’ ପରେ ମୋ ଆଡ଼କୁ ଲକ୍ଷ୍ୟ କରି କହିଲେ ଆପଣଙ୍କୁ ମୋର ଅନୁରୋଧ ରୀତା ଦେବୀ ଆପଣ ସେଠାକୁ ଫେରିଯାଆନ୍ତୁ। ସେଠାରେ ଆପଣ ଆପଣଙ୍କ ଉପରେ ଆଉ କୌଣସି